ମଣିଷ ଜୀବନ ଦୁର୍ଲଭ ଜୀବନ। ଏ ଜୀବନ ଆଉ ଆସିବ ନାହିଁ। ଏ ଜୀବନ ଥରେ ଭସ୍ମ ହେଲେ ଆଉ ଫେରେନାହିଁ। ଏଇ ରକ୍ତ ମାଂସର ଦେହ ଧରି ହିଁ ସୁଖ କରିବାକୁ ହେବ। ଜୀବନର ସନ୍ଧାନ କରିବାକୁ ହେବ। ଅପରାଧରୁ ସାହାଯ୍ୟ ନେବାକୁ ହେବ। ଅପରକୁ ନିଜର କରିବାକୁ ହେବ। ଅପରକୁ ସୁଖ ଦେବାକୁ ହେବ। ମଣିଷ ୠଣ କରି ଘିଅ ଖାଇବାକୁ ଇଚ୍ଛାକରେ, କେବଳ ଏଇ ଜୀବନପାଇଁ। ତେବେ ସେ ଦୁଃଖ କରୁ କରୁଛି କାହିଁକି-? ବୃଦ୍ଧ ମଖନ୍ ଚୌଧୁରୀ ଆଉ ତା' ଭିତରେ ପ୍ରଭେଦ କେଉଁଠି ରହିଲା। ସେହି ଲୁହଭରା ଆଖିରେ ମଧ୍ୟ ହସିଉଠିଲା ଚନ୍ଦ୍ରାବତୀ। ହଁ... ହଁ ମୁଁ ଜୀବନ ନେଇ ବଞ୍ଚିବି ଠିକ୍ ମଣିଷ ଭଳି। ଆଉ ଅପେକ୍ଷା କରନି ଚନ୍ଦ୍ରାବତୀ। ହାତରେ ଧରିଥିବା ବାପାଙ୍କର ଚିଠିଟିକୁ ଟିକି ଟିକି କରି ଚିରି ପକାଇଦେଲା ଭୂଇଁ ଉପରେ। ଘରର ଚଟାଣରେ ହାତମାରି ପୁଣି ସେ ହାତକୁ ମୁଣ୍ଡରେ ମାରିଲା ଚନ୍ଦ୍ରାବତୀ... ବିଦାୟ ସେ ଭାଇ ଭଉଣୀ... ବାପା ମାଆ... ସମସ୍ତଙ୍କୁ ଅନାୟାସରେ ଛାଡ଼ିଛି। ଆଜି ବା କାହିଁକି ଦୁଃଖ କରିବ। ଏଇ ସାମାନ୍ୟ କୋ କୋଠରୀ ବା କି ସୁ ସୁଖ ଦେଇପାରେ? ମୁହଁ ଫେରାଇ ରାସ୍ତାକୁ ଓହ୍ଲାଇଗଲେ ଚନ୍ଦ୍ରାବତୀ। ସୂର୍ଯ୍ୟାସ୍ତର ଶେଷ ରଶ୍ମିରେ ଲାଲ ହୋଇ ଉଠୁଛି କଟକର ରାସ୍ତା। ଚନ୍ଦ୍ରାବତୀକୁ ଚାଲିଯିବାକୁ ହେବ ଅନିର୍ଦ୍ଦଷ୍ଟ ପଥରେ ଦୀର୍ଘ ନିଃଶ୍ୱାସ ଛାଡ଼ି ଆଗେଇଲା ଚନ୍ଦ୍ରାବତୀ। ଆଜି ସେ ଯେ କଟକ ସହର ରାସ୍ତାର କୃଷ୍ଣଚୂଡ଼ା ଗଛରେ ରଙ୍ଗୀନ ସ୍ତବକ ଝୁଲୁ ନ ଥିଲା ତା' ନୁହେଁ। ରାସ୍ତାର ଶୋଭା ମଣ୍ଡନ କରି କୃଷ୍ଣଚୂଡ଼ା ଶାଖା ମେଲାଇ ଠିଆ ହୋଇଥିଲା। ସେଇ ଶାଖାରେ ଶଙ୍ଖଚିଲ ପକ୍ଷୀ ମେଲାଇ ଡେଣା ଚ୍ଛାଡ଼ୁଥିଲା। ଏଇ ଫୁଲର ସ୍ତବକକୁ ମୁଣ୍ଡରେ ଗୁଞ୍ଜି ପାଗଳ ପାଣ୍ଡେ ରାସ୍ତାରେ ନନା ବାଇଆ ଗୀତ ଗାଇ ଗାଇ ଯାଉଥିଲା। ଠିକ୍ ସବୁଦିନ ଭଳି ଏ ଗଛ ମୂଳରେ ମଦାରୀ ଟୋକା ମଧ୍ୟ ତା' ଖେଳ ଆରମ୍ଭ କରି ଦେଇଥିଲା। ହାତର ବିଚିତ୍ର କାରସାଦୀ ଭିତରେ ସେ ବଞ୍ଚିବାକୁ ଚେଷ୍ଟା କରୁଥିଲା। ଏଇ ଗଛର ସାମନା କୋଠାରୁ ସବୁଦିନ ଭଳି ଆଜି ବି ବେହାଲର ଛାତିଫଟା ଆର୍ତ୍ତନାଦ ଭାସି ଆସୁଥିଲା। ଠିକ ସ୍ୱରଲହର ପରେ ପରେ କୃଷ୍ଣଚୂଡ଼ାର ସ୍ତବକକୁ ଚାହିଁରହି ଦୀର୍ଘ ନିଃଶ୍ୱାସ ଟାଣୁଥିଲା ଜଣେ ଯୁବତୀ। ଏଇ ଗଛ ମୂଳରେ ଦେଶ ବିଦେଶର ଯାତ୍ରୀଙ୍କର ସୁଅ ଆଜି ବି ଛୁଟିଥିଲା। ସବୁ ପୁରାତନ, ସବୁ ଚିରାଚରିତ, ସବୁ ନିତିଦିନିଆଁ। କଟକ ସହର କିଛି ପରିବର୍ତ୍ତନ ହୋଇନାହିଁ। କେବଳ ବଦଳିଛି। ରୂପସୀ ଚନ୍ଦ୍ରବତୀର ଅବନମିତ ଭାଗ୍ୟ। ଆଜି ଇଚ୍ଛା କରୁଛି ଚନ୍ଦ୍ରାବତୀ... ଚିତ୍କାର କରି କାନ୍ଦିବି ସେ...। ପୁଣି ନିଜେ ନିଜକୁ ସାନ୍ତ୍ୱନା ଦେଉଛି.. ନାଁ... ନାଁ... ମୁଁ ଭୀରୁ ନୁହେଁ। ମୁଁ ପଳାତକ ନୁହେଁ। ମୁଁ ମଣିଷ.. ବଞ୍ଚିବା ମୋର ଐକାନ୍ତିକ ଅଧିକାର ମୁଁ ବଞ୍ଚିବି... ଆହୁରି ଆଗକୁ ଚାଲିଛି ଚନ୍ଦ୍ରାବତୀ। କଟକ ସହର ଶେଷ ହୋଇ ଆସୁଛି। ତା'ପରେ ବିରାଟ ମହାନଦୀ। ଅନେକ ଲୋକଙ୍କର ଭୋକ ଓ ଶୋଷ ମାରେ ଏ ନଈର ପାଣି। ଏଇ ନଈ କୂଳରେ ଦିନେ ଗଢ଼ି ଉଠିଥିଲା ବିରାଟ ବାରବାଟୀ ଦୁର୍ଗ। ଦୁର୍ଗ ଯାଇଛି, ରାଜା ଯାଇଛନ୍ତି, କେବଳ ମୂକସାକ୍ଷୀ ହୋଇ ରହିଛି ସେ ଗଡ଼ଖାଇ। ମନେ ମନେ ପୁଣି ଚି ଚନ୍ତା କରୁଛି ଚନ୍ଦ୍ରାବତୀ...। ଠିକ୍ ନୂଆଖାଲି ଭଳି ଏଠି ବି ହୁଏତ ଦିନେ ସାମ୍ପ୍ରଦାୟକ ନିଆଁ ଜଳିଥିଲା। ସୁବର୍ଣ୍ଣ ଥାଳିରେ ହୀରା ପରଷି ମୁକ୍ତି ଚାହିଁଥିଲେ ଓଡ଼ିଶା ସମ୍ରାଟ ମୁକୁନ୍ଦ ଦେବଙ୍କ ପାଟ ମହାଦେଈ। ଚନ୍ଦ୍ରାବତୀକୁ ବିଦାୟ ଦେବ ଦେବପାରେ କିଛିଦିନ ଉଦ୍ଭ୍ରାନ୍ତ ହୋଇ ଉଠିଥିଲା ହେମକାନ୍ତ। ଅବନମିତ ହୃଦୟରେ ଭ୍ରମରପାଇଁ ପ୍ରାୟଶ୍ଚିତ ଚାହିଁଥିଲା ସେ...। ସମୟ ଗଡ଼ିଲା। ଘଣ୍ଟା.. ମାସ... ଆଉ ବର୍ଷ ଏଇ ସମୟ ସହିତ ତାଳ ଦେଇ ସବୁକିଛି ବିଗତକୁ ଭୁଲିବାକୁ ଚେଷ୍ଟା କରିଥିଲା ହେମକାନ୍ତ। ସଫଳ ହୋଇଥିଲା ସେ। ହୁଏତ ବିଗତକୁ ଭୁଲିବା ପାଇଁ ଚେଷ୍ଟା କରିବା ମଣିଷର ଗୋଟିଏ ବିରାଟ ଧର୍ମ ଅନେକ ସମୟରେ ଏ ଚିରାଚରିତ ମଣିଷ ଧର୍ମ ଓ ଅଧର୍ମ ପ୍ରତି ଦୃଷ୍ଟି ଦିଏନାହିଁ। ସେ କେବଳ କର୍ତ୍ତା ହୁଏ। କର୍ମର ଅନ୍ତର୍ଦାହ ପ୍ରତି ସମବେଦନା ଜଣାଇବା ତା' ନିକଟରେ ଅସମ୍ଭବ ହୋଇପଡ଼େ।